ସେ ଲୋକଟାକୁ ନ ଚାହିଁଲେ ମଧ୍ୟ ତା'ର ଅସୁବିଧା କିଛି ହେବନାହିଁ। ସେ ସେଠାରେ ମୁଁ ଏଠାରେ। ସେ, ସେ ଘରର ମଣିଷ ଏ ଘରର ଶତ୍ରୁ। ଏ ଘରର ମଣିଷ ସେ ଘରର ମାଉସୀ। କବିତା ମନେ ମନେ ହସିଲା। କାହିଁକି ହସିଲା ସେ ନିଜକୁ ନିଜେ ବୁଝାଇ ଦେଲା। ସେ ଯୁବକଟାର ସେଠାରେ ବସିବାର ଉଦ୍ଦେଶ୍ୟ ବୁଝିନେଲା। ସେ ଭାବିଲା ସବୁ ଯୁବକ ପାଖରେ ଯାହା, ସେହି ଯୁବକ ପାଖରେ ସେଇଆ। ବସନ୍ତ ବହିଲେ ଗଛରେ ପତ୍ର କଅଁଳେ। ପିଲାରୁ ଯୁବକ ହେଲେ ଦେହରେ ଚମକ ଖେଳାଏ। ନୂଆ ଚିନ୍ତା ନୂଆ ଭାବନା, କେତେ ସ୍ୱପ୍ନ କେତେ ଆଶା। ସମସ୍ତେ ଚାହାଁନ୍ତି ଭଲ ଆଉ ସୁନ୍ଦର। ସେ ଲୋକଟାକୁ ଆଉ ଚାହିଁବ ନାହିଁ ବୋଲି ମନେ ମନେ ପ୍ରତିଜ୍ଞା କଲା। ନାଁ, ସେ ଲୋକଟାକୁ ଆଉ କେବେ ଚାହିଁବି ନାହିଁ। ନାହିଁ ନାହିଁ, ନାହିଁ। ମନେ ମନେ ତ୍ରିବାର ସତ୍ୟକଲା ଯେତେ ଯାହା ହେଉପଛେ। କିନ୍ତୁ କାହିଁକି ସେ ପୁଣି ହଟିଗଲା, ନିଜେ ଜାଣି ପାରିଲା ନାହିଁ। ଆଖିଟା ଯେମିତି ସେହି ବାଲକୋନି ଦେହରେ ଲାଖି ଯାଇଛି। ଶେଯରୁ ଉଠିଲାକ୍ଷଣି ସେହି ବାଲକୋନି ଆଡ଼କୁ ଆଖିଟା ଆପେ ଆପେ ଚାଲିଯାଉଛି। ସେହି ଗୋରା ଲୋକଟାର ଚେହେରା ଆଖି ସାମନାରେ ଉଙ୍କି ମାରୁଛି। ସତେ ଯେପରି ସେ ଦାନ୍ତ ଘଷୁଛି, ଚା' ପିଉଛି, କାଗଜ ପଢ଼ୁଛି। ଦିନାକେତେ ଭାବିଲା ବାରଣ୍ଡାରେ ଗୋଟାଏ ସ୍କ୍ରିନ୍ ଟାଣିଦେବ। ଲୋକଟାକୁ ଠିକଣା ଜବାବ୍ ଦେବ। ଅପମାନ ଦେବ। ମାଙ୍କଡ଼ ଲୋକଟା କାହାକୁ ଚାହୁଁଛି ଚାହୁଁ। ଖାଲି କୋଠାକୁ ଚାହିଁ କ'ଣ ପାଉଛି ପାଉ। ଦେଖିବା କେତେଦିନ ସେ କୋଠାକୁ ଚାହିଁ ରହିବ? କୋଉ ମିଠା ସେଥିରୁ ଝରିବ। ଆଖିବୁଜି ପିଇଯିବ। ମନେ ମନେ ସ୍ଥିର କଲା ଗୋଟାଏ ଲମ୍ୱା କଳା ରଙ୍ଗର ସ୍କ୍ରିନ୍ କନା ଆଣି ବାରଣ୍ଡାରେ ଏମୁଣ୍ଡରୁ ସେମୁଣ୍ଡ ଟାଣି ଦେବ। କିନ୍ତୁ ପୁଣି ଭାବିଲା ସ୍କ୍ରିନ୍ ଟାଣିଲା ପରେ ବାରଣ୍ଡାଟା ଅନ୍ଧାର ହୋଇଯିବ ନିଶ୍ଚୟ। ପବନ ଦେହରେ ବାଜିବ ନାହିଁ। ବାପା ପଚାରିଲେ ସେ ତାଙ୍କୁ କ'ଣ ବୁଝାଇବ ମୁଣ୍ଡ ତା'ର ଖରାପ ହୋଇଗଲା। ଲାଜକଥା, ସେହି ଲୋକଟାକୁ ନେଇ ଏତେ କଥା। ଛି, ସେ ଛତରା, ଅଭଦ୍ର, ବଦମାସ, ଲଫଙ୍ଗା, ପର ଝିଅ ବୋହୂଙ୍କୁ କଟାସ ପରି ଚାହିଁବା ପ୍ରତି ପୁରୁଷର ଗୋଟାଏ ଖରାପ ଅଭ୍ୟାସ। ନାଁ ସେ ଲୋକଟା ଯାହା କରୁଛି କରୁ। ତା' କଥା ସେ ଆଉ ମୋଟେ ଭାବିବ ନାହିଁ। ସେଦିନ କଲେଜରୁ ଫେରି କବିତା ଲୁଗାଟା ବଦଳାଇ ଦେଲା। ବାଥ୍ରୁମ୍କୁ ଯାଇ ମୁହଁ ହାତ ଧୋଇ ଆସିଲା, ଘର ଭିତରୁ ଆରାମ୍ ଚେୟାରଟା ଟାଣିଆଣି କିଛିକ୍ଷଣ ପାଇଁ ବସିପଡ଼ିଲା। ଓଃହୋଃ ସକାଳ ଆଠରୁ ସନ୍ଧ୍ୟା ଛଅ ବାଜିଲା। ଏ କି ପାଠ। ଏ କି ବହି। ଥିଓରି ପରେ ପ୍ରାକ୍ଟିକାଲ ଓ ପ୍ରାକ୍ଟିକାଲ ପରେ ପୁଣି ଥିଓରି। ବହିଗୁଡ଼ାକ ଦେଖିଲେ ମୁଣ୍ଡ ଖରାପ ହୋଇଯାଉଛି। ବହିଗୁଡ଼ାକ ସତେ କେମିତି ଗୋଟାଏ ଗୋଟାଏ ରାକ୍ଷସ। ଦୀର୍ଘନିଶ୍ୱାସ ପକାଇଲା କବିତା। ବଡ଼ କ୍ଳାନ୍ତ। କଲେଜରୁ ତଳୁ ଉପର, ଉପରୁ ତଳ ଦୁଇ ଚାରିଥର ହୋଇଗଲେ ଗୋଡ଼ଗୁଡ଼ାକ ଯେମିତି ଆପେ ଆପେ ଛିଣ୍ଡି ଯାଉଛି। ପାଠପଢ଼ା ସଉକଟା ଯେମିତି ଏକାଥରକେ ମନରୁ ଉଭେଇ ଯାଉଛି। ମନ ହେଉଛି ଆଉ ଯେମିତି କଲେଜ ନ ଯିବାକୁ। ଆକାଶକୁ ଚାହିଁଲା କବିତା। ମେଘୁଆ ଆକାଶ। ବାଦଲଗୁଡ଼ାକ ଆକାଶରେ ଜମି ରହିଛନ୍ତି। କେଉଁ ମୁହୂର୍ତ୍ତରେ ବର୍ଷାହେବ କହି ହେଉନି। ଥଣ୍ଡାପବନ ମଝିରେ ମଝିରେ ବହୁଛି। ପାରାପେଟ୍ ଉପରେ ଗୋଡ଼କୁ ଲମ୍ୱାଇଦେଇ ଆରାମ୍ ଚେୟାର ଉପରେ ମୁଣ୍ଡତଳେ ତକିଆ ଦେଇ ବସିଲା। କିଛିକ୍ଷଣ ପରେ ପାମ୍ପଡ଼ ଦି'ଖଣ୍ଡ ଆଣି ଚାକର ଦେଇଗଲା। ସେ ବସି ମୁଡ଼ୁମୁଡ଼ୁ କରି ଚୋବାଇଲା। ଓଃ ହୋଃ ଆଜି ସେ ଲୋକଟା ନାହିଁ। କୁଆଡ଼େ ଯାଇଛି ବୋଧେ। ରକ୍ଷା, ନଚେତ୍ କଟାସ ଭଳି ଚାହିଁଥାନ୍ତା। ସତେ ଯେମିତି ତା' ଆଗରେ ପଡ଼ିଗଲେ ରକ୍ତମାଂସ ସହ ଚୋବାଇଯାନ୍ତା। ଲୋକଟା ତା' ହେଲେ ଗଲା କୁଆଡ଼େ? ସନ୍ଧ୍ୟା ସାତ ପୂର୍ବରୁ ସେ କୁଆଡ଼େ ଯାଏନି। ସୂର୍ଯ୍ୟ କିମିତି ବିପରୀତ ଦିଗରେ ଆଜି ଉଦୟ ହେଲେ? ଲୋକଟା ବେମାର ପଡ଼ିଛି କି? ଘର ଭିତରେ ଶୋଇଛି। ଶୋଇଥିବ। ପୁଣି ଭାବିଲା, ସେ ବେମାର ପଡ଼ିବା ଲୋକ ନୁହେଁ।